ପୁଅ, ବୋହୂ, ନାତି, ନାତୁଣୀ ସେଇମାନଙ୍କ ଗହଣରେ ରହିଲେ ମନରେ କେତେ ଶାନ୍ତି ଆସନ୍ତା। ଅଥଚ ସେ ଗୋଟେ ଅକାରଣ ଜିଦ୍ ଧରିଛନ୍ତି ଇମିତି ଏକୁଟିଆରେ ରହି ମନସ୍ତାପରେ ଘାଣ୍ଟି ହେବାକୁ। ଯାହାକୁ କହନ୍ତି ଦୁଃଖ ବିଳାସ। ମଥା ପୋତି ଚୁପ୍‌ଚାପ୍ ବସି ରହିଥାଆନ୍ତି କନକ ନାରାୟଣ। ଦିବ୍ୟେନ୍ଦୁ କନକ ନାରାୟଣଙ୍କ ମୁହଁକୁ ଚାହିଁ କହିଲେ ସତରେ କ'ଣ ଆପଣ ଯାଉ ନାହାନ୍ତି। କାହିଁକି ଯାଉ ନାହାନ୍ତି ମ? ପିଲାଙ୍କୁ ଛାଡ଼ି ଏଠାରେ ଏକୁଟିଆ ରହି କେତେ କଷ୍ଟ ପାଉଛନ୍ତି! ଏତେ ବଡ଼ ଘରେ ଏକୁଟିଆ ରହିବା କ'ଣ ସହଜ କଥା ହୋଇଛି। କିପରି ଯେ ଆପଣ ରହି ପାରୁଛନ୍ତି ସେଇକଥା ଭାବିଲା ବେଳେକୁ ଆଶ୍ଚର୍ଯ୍ୟ ଲାଗୁଛି। ଯାଆନ୍ତୁ ବାହାରି ଏଥର, ଟିକିଏ ବୁଲି ଆସନ୍ତୁ। ସବୁବେଳେ ଏକା ଏକା ରହିବାକୁ ଆଉ ମନ ବଳାନ୍ତୁ ନାହିଁ। ଗଳାରେ ଅସୀମ କ୍ଲାନ୍ତି ଭରି କନକ ନାରାୟଣ କହିଲେ ଆଉ କେତୋଟି ଦିନ ପାଇଁ କାହିଁକି ଭିଟାମାଟି ଛାଡ଼ି ଯିବି କହିଲେ। ଯଦି ହଠାତ୍ ମରିଯାଏ ତେବେ କ'ଣ ଯାଇ ସେଇ ବିଭୂଇଁରେ ମରିବି? ସେକଥା ହେଲେ ଆତ୍ମା ମୋର ଭୀଷଣ ବାହୁନିବ। ଯେ କେତେଟା ଦିନ ବଞ୍ଚିଛି ସେଇ କେତେଟା ଦିନ ଏଇ ମାଟିରେ ମୁଁ ପଡ଼ି ରହିବି। ପିତା, ପିତାମହ, ଆଉ, ଆଉ ଛାୟାର ମଧ୍ୟ ଶେଷ ନିଃଶ୍ୱାସ ଏଇଠାରେ, ଏଇ ଆକାଶ ବତାସରେ ମିଶି ରହିଛି। ମୋର ଇଚ୍ଛା ଯେ ମୋର ବି ନିଃଶ୍ୱାସ ସେଇ ଆକାଶ ବତାସରେ ମିଶିଯାଉ। ତାହାହେଲେ, ଆତ୍ମା ମୋର ଶାନ୍ତି ପାଇବ। ଆଉ ପୁଅ ହାତର ନିଆଁ, ଭାଗ୍ୟରେ ଥିଲେ ପାଇବି। ନ ଥିଲେ ନାହିଁ। ସମସ୍ତେ କ'ଣ ସବୁ ପାଇ ପାରନ୍ତି? ସେ ଜଗନ୍ନାଥଙ୍କ ଅଞ୍ଚଳ ସୁନା ତ ଭାଗ୍ୟଦୋଷରୁ ବେଙ୍ଗୀ ପାଲଟିଗଲା। ମୁଁ ତ ଛାର ମଣିଷଟେ। ମଣିଷ ଭିତରେ ବି ହୀନଟେ। ମୋ ପାଇଁ ମୋର ଆଉ କୌଣସି ଶୋଚନା ନାହିଁ। ଯିବାଦିନଟିକୁ ଖାଲି ଚାହିଁ ରହିଛି। କଣ୍ଠସ୍ୱର ତାଙ୍କର ସଜଳ ହୋଇ ଆସିଲା। ସଜଳ ହୋଇ ଆସିଲା ସମସ୍ତଙ୍କର ନୟନପତା। ଦିବ୍ୟେନ୍ଦୁ ଦୀର୍ଘଶ୍ୱାସ ତ୍ୟାଗ କରି ଚାଲି ଯାଉ ଯାଉ କହିଲେ ମୁଁ କହୁଥିଲି କି କିଛିଦିନ ଯାଇ ଟିକିଏ ବୁଲି ଆସିଲେ ଭଲ ହୁଅନ୍ତା। ଚାଲି ଯିବାକୁ ମନ ଯେବେ ନ ଚାହୁଁଛି ତେବେ ନ ଯାଆନ୍ତୁ। ହଉ ଏଥର ମୁଁ ଯାଏ। ଧୀରେ ଧୀରେ ଘର ଛାଡ଼ି ଚାଲିଗଲେ ଦିବ୍ୟେନ୍ଦୁ। ଖାଇବା ଟେବୁଲରେ ବସି ମନୋରଞ୍ଜନ କହିଲେ ଜାଣିଲେ ବାପା, ଚୌଧୁରୀ ସାହେବଙ୍କ ଘରୁ ସମସ୍ତେ ଚାଲିଯିବା ପରେ ସେ ପୁଣି ଅସୁସ୍ଥ ବୋଧ କରୁଛନ୍ତି। ସେମାନେ ଗଲା ଦିନଠାରୁ ତ ମୁଁ ପୁଣି ପ୍ରତିଦିନ ଯିବା ଆସିବା କରୁଛି। ମଝିରେ ସେମାନେ ଥିଲା ତକ ସେ ବେଶ୍ ଆନନ୍ଦରେ ଥିଲେ। ପୁଣି କିପରି ଉଦାସ ହୋଇଗଲେଣି। ଦିବ୍ୟେନ୍ଦୁ ଭାତ ଗୁଣ୍ଡାଟି ଗିଳୁ ଗିଳୁ କହିଲେ ହେବେନି? ଏତେ ବଡ଼ ଘରଟାରେ ଏକା ଏକା ଗୋଟେ ମଣିଷ ରହି ପାରେ? ମୁଁ କେତେ କରି କହିଲି ସେଦିନ କିଛି ଦିନ ଯାଇ ପିଲାମାନଙ୍କ ପାଖରେ ରହି ଆସନ୍ତୁ। ଶୁଣିଲେନି ସେ ମୋ କଥା। ମନରେ ତାଙ୍କର ପଶିଛି ଗୋଟାଏ ଅହେତୁକ ଡର। 'ମୁଁ ସିଆଡ଼େ ଯାଇ ଯଦି ମରିଯାଏ'। ଏମିତି କଥାକୁ ଉପାୟ କ'ଣ କହ। ମୁଁ ଯିବି ଟିକେ ଚାରିଟା ବେଳେ ତାଙ୍କୁ ଦେଖି ଆସିବି। ଡାକ୍ତର ରହି ରହି କହିଲେ ଅହେତୁକ ନୁହେଁ ବାପା, ସତରେ ସେ ଆଉ ବେଶୀ ଦିନ ବଞ୍ଚିବେନି। ପାଖରେ ଠିଆ ହୋଇଥିଲେ ଜିତା, ମନରେ ଦୁଃଖ ଭରି କହିଲେ ତୁମେମାନେ ସମସ୍ତେ ସମୟ ପାଇଲେ ସେଇଠିକି ଟିକିଏ ଚାଲି ଯାଉଥିବ। ବୁଢ଼ା ତତେ ଖୁବ୍ ଭଲ ପାଆନ୍ତିରେ ମନୁ। ଆହା, କେଡ଼େ ଏକୁଟିଆ ହୋଇ ରହୁଛନ୍ତି ସିଏ। ଯଦି ସେ ଟିକିଏ ଭଲ ଥାନ୍ତି ତାଙ୍କୁ ବି କହିବୁ ଆମ ଘର ଆଡ଼େ ଆସି ଟିକିଏ ଟିକିଏ ବୁଲି ଯିବେ। ବୋଉ ମୁଣ୍ଡ ବୁଲାଇ ପଛକୁ ଚାହିଁଲେ ଜିତା। ଦୁଆର ମୁହଁରେ ଠିଆ ହୋଇଛି ତନୁଶ୍ରୀ। ଗମ୍ଭୀର ଗଳାରେ ତନୁ କହିଲା ଭାଉଜ କହିଲେ ତରକାରୀଟା ସିଝିଗଲାଣି, ବଘାରି ଦେବେନା? ଜିତା କହିଲେ ହଁ ଦେଉ। ହେଲେ ତୁ କାହିଁକି ପଢ଼ା ଛାଡ଼ି ଚାଲି ଆସିଲୁ କି? ମୁହଁ ଛିଞ୍ଚାଡ଼ି ତନୁ କହିଲା କ'ଣ ଆଉ କରିଥାନ୍ତି କି? ଭାଉଜ ତ କହିଲେ ଯେ ଭାଇନା ତୁମର ସେଠି ଅଛନ୍ତି, ଶ୍ରୀ ତୁମେ ଟିକେ ଯାଇ ପଚାରି ଆସ। ମୁଁ ତାଙ୍କୁ କହିଲି ତୁମେ ଯାଉନ ପଚାରି ଆସିବ? ସେ ମୋ ଓଠ ହାତ ଧରି ଚେୟାରରୁ ଉଠାଇ ଦେଲେ। ମୁଁ ବାଧ୍ୟ ହେଲି ଉଠି ଆସିବାକୁ। ଆଉ ନ ହେଲେ କ'ଣ ମତେ ଖୁସି ଲାଗୁଥିଲା ଉଠି ଆସିବାକୁ।